ସେ ଯୌତୁକ ଆଣିବାକୁ ଚାହୁଁନାହିଁ ମୁଁ ତା' ନିଷ୍ପତ୍ତିକୁ ଆନନ୍ଦରେ ମାନି ନେଉଛି। ଆପଣ ଦ୍ୱିମତ ନ ହୋଇ କେବଳ ବିବାହର ଆୟୋଜନ କରିବେ ବୋଲି ଆଶା। ସୁପ୍ରଭା ଯେମିତି ସ୍ଥାଣୁ ପାଲଟିଗଲେ! ତାଙ୍କ ଦୃଷ୍ଟି ସ୍ୱର୍ଣ୍ଣ ସକାଳର ଆଢ଼ୁଆଳରେ ଅନ୍ୟ ଏକ ନବ ଦ୍ୟୁତିର ଆବିଷ୍କାର କଲା। ଏ ଦ୍ୟୁତି ଯେଉଁ ଅନାଗତ ସୂର୍ଯ୍ୟର-ସେ ଏହିଭଳି ଅନେକ ଅନେକ ସୂକ୍ଷ୍ମ ଶୁଭ ପରିବର୍ତ୍ତନର ସୂତ୍ରଧର-। ଡାଆଣୀ ସେଇ ତ୍ରିଛକି ପାଖ ପୋଲ ଉପରେ କିଛି ସମୟ ବସିଲା ମୀନକେତନ। ଗାଁ ଆଡ଼ୁ ଆସିଥିବା ସରୁ ସୁନ୍ଥା ଭଳି ଧୂଳିଆ-ରାସ୍ତାଟିକୁ ଦ୍ଵିଖଣ୍ଡିତ କରି ଅନୁରୂପ ସରୁ ସଡ଼କଟିଏ ଆଡ଼ ବାଗରେ ବିଲମାଳ ଆଡ଼ୁ। ଲମ୍ବି ଯାଇଛି ମଶାଣୀ ପ୍ରାନ୍ତରକୁ। ବିଲରେ ଲହରେଇ ହେଉଥିବା ଧାନଗଛ ସବୁ ଜୀବନର ଉଚ୍ଚ୍ୱାସ ଭଳି ତୀକ୍ଷ୍ଣ ଅପରାଜୟର ସୂକ୍ଷ୍ମ ଅହଂକାରରେ ବିପରୀତ ପ୍ରାନ୍ତ ଶ୍ମଶାନର ରୁକ୍ଷ ବିବର୍ଣ୍ଣତାକୁ ବିଦ୍ରୂପ କରୁଥିଲା। ଦାର୍ଶନିକ ସ୍କୁଲର ଗମ୍ଭୀର ଭାବୁକତାରେ ସମୟ ବ୍ୟୟ କରିବାକୁ ସେ ଏଠାକୁ ଆସେ ନାହିଁ। ବୈରାଗ୍ୟ ବିକାର ଗ୍ରସ୍ତ ଉଦାସୀନ ଦୃଷ୍ଟିରେ ସଂସାରକୁ ସ୍ୱପ୍ନ ପ୍ରାୟ ମଣିବା ବୟସ ବି ତା'ର ହୋଇ ନାହିଁ। ମୀନକେତନ ବିବାହିତ। ତା'ର ଦାମ୍ପତ୍ୟ ଜୀବନ ସୁସ୍ଥ, ସୁନ୍ଦର ଓ ସୁଖମୟ ବୋଲି ଧରାଯାଇ ପାରେ। ବିଗତ କୈଶୋରର ଏକ ବେଦନାଦ୍ର କରୁଣ ସ୍ମୃତିର ତୀକ୍ଷ୍ଣ ତୀବ୍ର ଆକର୍ଷଣ ତାକୁ ଏଠାକୁ ଟାଣି ଆଣେ ଯେବେ ସେ ଗାଁକୁ ଆସେ। ଶ୍ମଶାନର ଏ କୋଣରେ ଏବେ ସୁଦ୍ଧା ସେ ଆମ୍ୱ ଗଛ ସେମିତି ଛିଡ଼ା ହୋଇଛି। ତା'ର ସ୍ଥବିର, ଜରାଗ୍ରସ୍ତ, ଶୁଷ୍କ ଶାଖା ପ୍ରଶାଖାରେ ପ୍ରତିବର୍ଷ ଯେମିତି ନୂତନ ପ୍ରାଣ ଶକ୍ତିର ସଞ୍ଚାର ହେଉଛି। ଘନ ସବୁଜ ଗହଳ ପତ୍ରରେ ନବ କଳେବର ହେଲାପରି ସେ ପ୍ରତିଥର ହିଁ ମୀନକେତନକୁ ଦିଶୁଛି ନୂତନ ଏବଂ ସୁନ୍ଦର। ଏ ଗଛରେ ପ୍ରଚୁର ଫଳ ଫଳେ। ବାଉଳାରେ ଭାଙ୍ଗି ପଡ଼ୁଥିବା ପ୍ରତିଟି ଡାହିରେ ଲଦି ହୋଇଯାଏ ଚଣା କଷି। ସେ ବଢ଼େ, ଆଖି ଦୁର୍ଶିଆ ହୁଏ। ଧୀରେ ଧୀରେ ବନେ ଏବଂ ପାଚେ। ପାଚି ତଳେ ଝରି ପଡ଼େ। ଚଣା ବେଳୁ ପାଟିଲା ଯାଏ ଝଡ଼େ ଏବଂ ଶଢ଼େ। ଗାଁ ଯାକ କେହି ଏ ଆମ୍ବକୁ ଛୁଅନ୍ତି ନାହିଁ। ମାଙ୍କଡ଼ ବାଦୁଡ଼ି, ପଶୁପକ୍ଷୀ ବି ଏ ଗଛର ଫଳ ବର୍ଜନ କରିଥିବା କଥା ଲୋକେ କହନ୍ତି। ଡାଆଣୀ ଗଛ ଆମ୍ବକୁ କିଏ ଖାଇବ? ସେ ଗଛର ଛାଇ ଅସ୍ପୃଶ୍ୟ, ମୂଳଅପବିତ୍ର, ଫଳ ଅଭକ୍ଷ୍ୟ। ସବୁକଥା ଶୁଣି ମୀନକେତନ ଛାତି ଭିତରେ ଏକ ଅକଥ୍ୟ ଯନ୍ତ୍ରଣା ଥରକୁ ଥର ଅସହ୍ୟ ହୋଇ ଉଠେ। ଯଦି ସେ ଥରଟିଏ ଆସିପାରନ୍ତା ଆମ୍ବ ପାଚିଲାବେଳେ କଷି ଲଦି ହୋଇ ଉଠେ-। ନିଶ୍ଚୟ ନିଜ ହାତରେ ମନଭରି ଏ ଆମ୍ବର ସ୍ୱାଦ ଚାଖନ୍ତା। ନିଶ୍ଚିତ ଭାବରେ ସୀତା ଭାଉଜର ବ୍ୟଥିତ, ଲାଞ୍ଛିତ, ହତାଶ, ବ୍ୟାକୁଳ, ଅଶରୀରୀ ସତ୍ତା ଆସି ଛିଡ଼ା ହୁଅନ୍ତା ତା'ର ଅତି ପାଖରେ। ଯେତେ କ୍ଷୀଣ, ଯେତେ ସୂକ୍ଷ୍ମ ହେଲେ ବି ମୀନକେତନ ଠିକ୍ ସେଇ ଦିନ ଭଳି ନିଜ କାନ୍ଧ ଅଥବା ଚିବୁକରେ ଅନୁଭବ କରନ୍ତା ଫୁଲ ପାଖୁଡ଼ା ଭଳି ଗୋଟିଏ ନରମ କୋମଳ ପାପୁଲିର ସ୍ପର୍ଶ। କିନ୍ତୁ ଆମ୍ବ ଫଳ ଧରିବା ବେଳେ ଇଚ୍ଛାଥିଲେ ବି ସେ ଗାଁକୁ ଆସି ପାରିନାହିଁ। ଟିଉସନ କରି ପାଠ ପଢି ନିଜ ଗୋଡ଼ରେ ନିଜେ ଠିଆ ହେବାର ସଂଗ୍ରାମ ବିକ୍ଷୁବ୍ଧ ଦିନ